ତା'ପରେ ମୁଣ୍ଡରେ ହାତ ମାରୁ ମାରୁ କହିଲେ—''ପାରିଲିନି ମା! ବାପା ହେଇ ତତେ ଆଉ ଜୀବନବ୍ୟାପୀ ପରିଶ୍ରମ କରି ମୁଁ ମଣିଷ ଭାବରେ ଦେଖି ପାରିଲି ନି। ତେତେ ପାପ ଆଉ କରିବି ମୁଁ? '' ଆଶ୍ଚର୍ଯ୍ୟ ହୋଇ ବାପାଙ୍କ ମୁହଁକୁ ଚାହିଁଲା ଚନ୍ଦ୍ରାବତୀ—''କ'ଣ ହୋଇଛି ବାପା! ତୁମେ ଏମିତି ଅସ୍ଥିର ହେଉଛ କାହିଁକି? '' ବୃଦ୍ଧ ମାଖନ୍ ଚୌଧୁରୀଙ୍କର କଣ୍ଠ ରୁଦ୍ଧ ହୋଇ ଆସୁଥିଲା। କଣ୍ଠ ଥରାଇ ସେ କହିଲେ—''ବହୁ ବାରଣ କଲି କିନ୍ତୁ ହେଲାନି ମା... ହେଲାନି। ''.. ପୁଣି ଥରେ ଉଦ୍ବେଗର ସହିତ ଚନ୍ଦ୍ରାବତୀ କହିଲା.. ''କ'ଣ ହେଲାନି କୁହ ବାପା! ଏମିତି ଦୁଃଖ କରି ଲାଭ କ'ଣ? '' ଆଖିରୁ ଲୁହ ପୋଛି ମାଖନ୍ବାବୁ କହିଲେ... ଆସନ୍ତା କାଲି ଲୁଗାକଳର ବାର୍ଷିକ ଉତ୍ସବ। ମାନ୍ୟଗଣ୍ୟ କର୍ମକର୍ତ୍ତା ଏ ଉତ୍ସବରେ ଯୋଗ ଦେବାକୁ ଆସୁଛନ୍ତି। ମ୍ୟାନେଜର ସୁଖାଡ଼ିଆଙ୍କର କଡ଼ା ନିର୍ଦ୍ଦେଶ, ତୋତେ କାଲି ଅତିଥି ଚର୍ଚ୍ଚ କରିବାପାଇଁ ଯିବାକୁ ହେବ। '' ଆକାଶକୁ ପଡ଼ିଲା ପରି ଗୁମ୍ମାରି ବସିପଡ଼ିଲା ଚନ୍ଦ୍ରାବତୀ। ସେ ଜାଣେ.. ଅତିଥି ଚର୍ଚ୍ଚା ପାଇଁ ନ ଗଲେ କି ଭୟଙ୍କର ପରିସ୍ଥିତି ହେବ। ବାପାଙ୍କ ଚାକିରି ଯିବ। ମ୍ୟାନେଜରଙ୍କର ଜୁଲମ୍ ବଢ଼ିବ। ଶେଷରେ କଟକରୁ ମଧ୍ୟ ରିଫୁଇଜି ହୋଇ ଯିବାକୁ ପଡ଼ିବ ଅନ୍ୟଆଡ଼େ! ଏଇ ଚାକିରୀ ଖଣ୍ଡକ ଯୋଗାଡ଼ କରିବାକୁ କମ୍ ପରିଶ୍ରମ କରିବାକୁ ହୋଇ ନ ଥିଲା ତାକୁ। ଏଥିପାଇଁ ଅନ୍ୟର ଦ୍ୱାରସ୍ଥ ହୋଇଥିଲା। ଦେହ ଦେଇଥିଲା। ମନ ଦେଇଥିଲା। ସେହି ଅଧିକାରକୁ ଜାହିର କରିବା ଲାଗି ଆଜି ଏ ଡାକରା। ସେ ବେଶ୍ଜାଣେ.. ତାକୁ କି କାମ କରିବାକୁ ହେବ। ତେବେ କ'ଣ ଅତିଥି ଚର୍ଚ୍ଚା ପାଇଁ ଯିବାକୁ ବାରଣ କରି ଦେବ ଚନ୍ଦ୍ରାବତୀ...? ନାଁ... ନାଁ... ବାପା ଭାଙ୍ଗି ପଡ଼ିବେ। ନିଜର ସ୍ଥିତି ପୁଣି ଅସ୍ଥିର ହୋଇ ଉଠିବ। କ'ଣ ତେବେ ସେ କରିବ ଆଜି। ଗୋଟିଏ ପାଖରେ ଅଧ୍ୟାପକ ହେମକାନ୍ତ—ଅନ୍ୟ ଗୋଟିଏ ପାଖରେ ଲୁଗାକଳର ମ୍ୟାନେଜର ଧନୀ ସୁଖଡ଼ିଆ...। ପରାଜିତ ହେଲା ସମସ୍ତ ଆଦର୍ଶ.. ସମସ୍ତ ମତବାଦ। ଆଖିରୁ ଲୁହ ପୋଛି ଚନ୍ଦ୍ରାବତୀ କହିଲା—''ଦୁଃଖ କରନା ବାପା! ଗୋଟିଏ ଭାବୀ ସ୍ୱର୍ଗରାଜ୍ୟର ପ୍ରତିଷ୍ଠାପାଇଁ ମୁଁ ସବୁ କିଛି ପାପ କରିପାରିବି। ତୁମେ ନୀଳକଣ୍ଠ ହୁଅ, ଏ ଶତାବ୍ଦୀର ବିଷ ପାନ କରି ଶିଖ। ତୁମରି ଆଖି ଆଗରେ ଯେତେବେଳେ ତୁମର ଆଦରର ଝିଅ ଉପରେ ଏ ମଣିଷ ଅତ୍ୟାଚାର କରିପାରିଛି—ସେତେବେଳେ ଆଉ ଅଧିକି ଭୟ ଅଛି? ମୁଁ ଯିବି... ଆଉ ସୁଖାଡ଼ିଆଙ୍କୁ ଅନୁରୋଧ କରିବି ମୋତେ ମୁକ୍ତି ଦେବାପାଇଁ। '' ସବୁ ଶୁଣି କିଛି ନ ଶୁଣିଲା ଭଳି ଚାହିଁ ରହିଥାଆନ୍ତି ମାଖନ୍ଚୌଧୁରୀ। ଏ ମଣିଷ ନିକଟରେ କିଛି ଅସମ୍ଭବ ନୁହେଁ। ଏଇ ମଣିଷ ଚୋର, ଏଇ ମଣିଷ ସାଧ, ଧର୍ମ ପ୍ରଚାରକ। ଏଇ ମଣିଷ କରେ ଅତ୍ୟାଚାର—ପୁଣି ସହେ ମଧ୍ୟ ଏଇ ମଣିଷ। ମଣିଷକୁ ସିଂହ ଆକ୍ରମଣ କରିବା ବିଚିତ୍ର ହୋଇପାରେ—କିନ୍ତୁ ମଣିଷକୁ ମଣିଷ ଆକ୍ରମଣ କରିବା ବିଚିତ୍ର ନୁହେଁ। କ'ଣ ନ ଦେଖୁଛି ଏ ପୃଥିବୀ? ଏଇ ପୃଥିବୀର ଗ୍ରୀନଭଲ୍ ହୋଟେଲରୁ ପଳାଉ... କଟଲେଟ୍... କାଲିଆ... ନଳାପାଣିର ବହିଯାଏ। ପୁଣି ଏହି ପୃଥିବୀର ଡଷ୍ଟବିନ୍ କଡ଼ରେ ଲାଗେ କୁକୁର ଓ ମଣିଷର ଯୁଦ୍ଧ। ମଣିଷ ଆଜି ଚନ୍ଦ୍ରଲୋକ ଆବିଷ୍କାର ପାଇଁ ଧାଇଁଛି ସିନା... ହେଲେ ନିଜକୁ ନିଜେ ଆବିଷ୍କାର କରି ପାରିନାହିଁ। ପୃଥିବୀର ସବୁଠାରୁ ବଡ଼ ଆବିଷ୍କାର ହେଉଛି ମଣିଷ ଆବିଷ୍କାର-। ଯେଉଁମାନଙ୍କର ମନ ବା ଦେହ ଅଛି ସେମାନେ ମଣିଷ ନୁହଁନ୍ତି। ଏ ମଣିଷ ଭିତରେ ପଶୁର ସଂଖ୍ୟା ଅଧିକ। କଟକ ସହରର ମଣିଷ ପ୍ରସେସନ୍ଭିତରୁ ଖୋଜି ବସିଲେ ଗୋଟିଏ କି ଦୁଇଟା ମଣିଷ ବାହାରିବେ କି ନାହିଁ ସନ୍ଦେହ। ସମସ୍ତେ କେବଳ ପଶୁ। କିଏ ଦିନରେ ପଶୁ, କିଏ ରାତିରେ ପଶୁ, କିଏ ପରିସ୍ଥିତିରେ ପଡ଼ି ପଶୁ, ଅବ ହେ କେହି ନିଜର ଅହମିକା ପାଇଁ ପଶୁ। ପାଶବିକତା ହିଁ ଏ ଯୁଗର ଶ୍ରେଷ୍ଠସ୍ମୃତି ଚିହ୍ନ। ବସୁ ବସୁ ସେଇଠି ଅଚେତନ ଭଳି ଶୋଇପଡ଼ିଲେ ବୃଦ୍ଧ ମାଖନ୍ଚୌଧୁରୀ। ସକାଳର କୋମଳ ସୂର୍ଯ୍ୟକିରଣରେ କଟକର ରାସ୍ତା ଲାଲ ହୋଇ ଉଠିଛି। ସହ ମୁଖରିତ ହେବାକୁ ବସିଛି।